ତେଣୁ ସେ ଯେ ସବୁବେଳେ ଧର୍ମ, ନୀତି, ମନ, ପାପ କଥା ଭାବୁଥାଏ। ହେଲେ ମଣିଷଟାଏ ତ। –ଖାଲି ମଣିଷ? ସେ ଦରମା ପାଉଛି ଦିନକୁ ସତେଇଶି ଟଙ୍କା। ତିନିଟଙ୍କା ଲେଖାଁଏ ପାଉଥିଲେ ଖାଇବାର ଅଭାବରେ ସିନା ସିଧା ଲାଇନ ଉପରେ ରହି ପାରୁଥାନ୍ତା। ସତେଇଶ ଟଙ୍କା ସରକାର ଘରୁ ପ୍ରତିଦିନ ଆଣିଲେ କ'ଣ ବା ସେ କହିବ? ଯାହା ଯେତେ ବଢ଼ିଆ ଜିନିଷ ସୁବିଧାରେ ଧରେ ସେତକ ଭିତରକୁ ଠେଲେ। ତେଣୁ ତାହାର ଧମନୀରେ ଚାଲେ ବିଜୁଳିର ଗରମ... ଏଣେ ଛାତ୍ର ଦଳ ଆଖି ସାମନାରେ। –ବେଶ୍ ମଜ୍ଜାରେ କହିଲ ମ। ଏଇ ଅଭାଗା କ'ଣ ଦିନେହେଲେ ଭାଗ୍ୟବାନ୍ ହବ ନାହିଁ-?... ମନେ ପଡ଼ୁଛି ଅଳକା? –ନ ହେବ କାହିଁକି? ଦିନେ କାହିଁକି ବେଶୀଦିନ ଭାଗ୍ୟବାନ୍ ହେଉ ନାହାନ୍ତି? ପରୀକ୍ଷାରେ ସୁନା ମେଡ଼ାଲ ଦିଆଇ ପାରିବେ? –କେମିତି? ପାଠ ନେଇ ମେଡ଼ାଲ ବାହାରେ। –ସେ କଥା କିଏ ପଚାରୁଛି? ସ୍ୱର୍ଣ୍ଣକାର ମେଡ଼ାଲ ଦଉଛନ୍ତି। ଆମକୁ କ'ଣ କିଣି ଆସେ ନାହିଁ? ମେଡ଼ାଲଟା ଆମକୁ ଦିଆଇବା କଥା।... ଆଛା ନଟରାଜ ତାହାର ବଳ କୌଶଳ ଲଗାଇ ଦେଖୁ। –ସେତିକି ଦିନଯାଏ ଏହି ଚୁକ୍ତିଟା ସିଦ୍ଧ ହେବ ନାହିଁ। କେହି କାହାକୁ ଭଣ୍ଡିବେ ନାହିଁ। ଯିବା ଆସିବାର ଡୋର ଲାଗିଥିବ। କିନ୍ତୁ ଆତ୍ମୀୟତାର ଗଣ୍ଠି ଫିଟିବ ନାହିଁ। –ଏମିତି କହି କହି ଆମକୁ ତେବେ ନକ୍ଷତ୍ରମାଳିନୀ ଠକୁଥିବ। କିଛି ତ ନାହିଁ। ଆଉ ଏତେ ଆପଣା–ଆପଣି ଚାଲୁଛି କେମିତି? କିଏ ଠକିବ କାହାକୁ? –ବଣିଜରେ ଠକେଇ ଅଛି। କିନ୍ତୁ ଚୁକ୍ତିରେ ଦଗଲବାଜି ନାହିଁ ଉପରକୁ, ତାହା ଉପରକୁ, ସିଡ଼ି ପଡ଼ିଛି। ଦଗଲବାଜିର ଖବର ହଠାତ୍ ଖେଦିଯାଏ ଚଉଦ ଭୁବନ। ଗୁରୁ–କ୍ଷେତ୍ରରେ ଦଗଲବାଜୀ ହେଲେ ଭେଳା ବୁଡ଼ିଲା। କାରଣ ଗୁରୁଦେବ ଓ ବାୟସ–ଦେବ ସମାନ। ନଟରାଜ ବାବୁଙ୍କ କଥା ଆଉ କୁଆର କୂଜନ ସମାନ ମନେହୁଏ। –ଏମିତି କଥା କହୁଛ ତ ନକ୍ଷତ୍ର। ମାଷ୍ଟର ସାହେବ ତ ସମାନ ଆକର୍ଷଣରେ ଟାଣି ହୋଇ ରହିଲା ପରି ଜଣା ଯାଉଛନ୍ତି। ଏଥର ପରୀକ୍ଷା ଫଳ ବେଳକୁ ବୁଝାପଡ଼ିବ ସବୁକଥା। –ଦେଖାଯାଉ। ବଡ଼ର ବଡ଼ିମା ଯିଏ ଦେଖାଇ ସେ ତାହାର ଅକଲର ବୁଝାରତ ଦବ। ଆମର ସେଥିରେ କ'ଣ ଅଛି? ଚରିତ୍ରହୀନ ଲୋକ କ'ଣ ସବୁ କାମକୁ ଧୁରନ୍ଧର ନୁହେଁ? –ସେ ତାହାର ପରିବାରକୁ ଭଣ୍ଡୁଛି କେମିତି? –ଏହି। ନୀତିଶ୍ଳୋକରୁ ମାଳେ ଶୁଣାଇ। ମାଷ୍ଟର ସାହେବ ନା–ସ୍ମରଣ ଶକ୍ତି ତେଜ। ଆଉ ଲୋକେ ତ କଥା ଶୁଣି ହାୟ–ହାୟ। ମନ୍ତ୍ରୀଙ୍କର ବାଣୀ ବେଦବାକ୍ୟ। ଜିଲା କଲେକ୍ଟରଙ୍କର ବାଣୀ–ସିଏ ତ ଉପନିଷଦ। ଗାଁ ସରପଞ୍ଚ–ସ୍କୁଲର ସମ୍ପାଦକ ଅବା ଭଡ଼ାଟିଆ ବକ୍ତାଙ୍କର ବାଣୀ–ସେ ସବୁ ତ ପଥରରେ ଖୋଳା ହୋଇ ରଖାଯିବା ଉଚିତ୍। –ହଁ, କେମିତି ଭଣ୍ଡୁଛି? –କହୁଥିଲେ ଥରେ। ଟଙ୍କା ବଳରେ। ଆଉ ତାଙ୍କର ସ୍ତ୍ରୀଙ୍କର କୌଣସି କଥାକୁ ବିରୋଧ କରନ୍ତି ନାହିଁ। ଘରଣୀ ଯେତେ ଅଡ଼ୁଆ କରେ ସେ ସେତେ ହସ–ହସ। ବିଚାରୀ ସେଇ ସେତକରେ ଘୋଳି ଯାଇଛି। ଏଣେ ତ ଆମେ ଦେଖୁଛୁ ମାଷ୍ଟର ସାହେବଙ୍କର ରୂପ। –ଏମାନଙ୍କୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ। –ବାଃ, ଭଲ କଥା ପଦେ ବାହାରିଲା। ଏମାନଙ୍କୁ ସରକାର ଆଣି ଥୋଇ ବଢ଼େଇ ଭଲ ଭଲ କହି ବଡ଼ କରି ଦେଲାଣି। ସେ ଚରିତ୍ର ନଷ୍ଟ କଲେ ବୋଲି ଆମେ କ'ଣ ଯାଇ ତାଙ୍କ ଉପରେ କାଳି ଆଉ ଏସିଡ଼୍ ଫିଙ୍ଗିବୁ? –ବଦଳରେ ଅତର ଓ ଫୁଲ ଦେଇ ଅଭ୍ୟର୍ଥନା କଲେ ଆମର କାମ ହୋଇଗଲା ତ। –ଏ ଜବରଦସ୍ତି ଭାବ ବିରକ୍ତ ଲାଗେ। –ଜବରଦସ୍ତି ନାହିଁ କେଉଁଠି? ଏଇ ଅନାମ ଚନ୍ଦ୍ର କହ, ମାଷ୍ଟର ନଟରାଜ କହ ବା ଆଉ ଯାହାକୁ କହ ପିଲାଠାରୁ ବୁଢ଼ାଯାଏ, ପୁଲିସ ଠାରୁ ଡକାଏତ ଯାଏ, ହାକିମଠାରୁ ଜଜ୍ଯାଏ କିଏ ବା ଜବରଦସ୍ତି ଦେଖାଉ ନାହିଁ? ମାଷ୍ଟର ସାହେବ ତ ଘୁସ୍ ଖାଉ ନାହାନ୍ତି–ନିଜର ଚରିତ୍ରଟାକୁ ଖାଉଛନ୍ତି-। ସେତିକି, ଆଉ ଅନାମ କ'ଣ ପାଇଁ ଆସୁଛି? –ମୁଁ ଡାକିଥିଲି ବୋଲି। –ଓଃ, ଅଳକା ଡାକିଲା। ତାହାର କ'ଣ ଅଭାବ ରହିଛି ଯେ ସେ ଯାଇ ଅନାମ ଖବର ବୁଝୁଥିଲା? –ଛାଡ଼ ସେ କଥା। ସତ କହିଲ ନକ୍ଷତ୍ର–ନଟରାଜବାବୁ କ'ଣ ନକ୍ଷତ୍ରର ଜବାବରେ କାମରେ ଲାଗିଛନ୍ତି?